କଅ। ସୁବଳର ରାତି ଅନିଦ୍ରା କ୍ଳାନ୍ତି କୁଆଡ଼େ ଉଡ଼ି ପଳେଇଥିଲା। ବାହାଦୁର୍ ପାଇଁ ରକ୍ତ ନୂଆ ନୁହେଁ। ରକ୍ତ ସାଙ୍ଗେ ତାର ପରିଚୟ ଖୁବ୍ ପୁରୁଣା। ଲଢ଼ୁଆ ଗଞ୍ଜା ରକ୍ତକୁ ଜାଣିବ ନାହିଁ! ଏ ଇଲାକାରେ କାହାର ଏମିତି ଦମ୍ଭିଲା କୁକୁଡ଼ା ଅଛି ଯେ ବାହାଦୁର ସାଙ୍ଗେ ଲଢ଼ି ରକ୍ତ ନ ବୁହାଇ ଫେରିଯିବ? ବାହାଦୁର ସାଙ୍ଗେ ଯିଏ ଲଢ଼ିବ, ସେ ଅଲବତ୍ ଲହୁଲୁହାଣ ହେବ। ଆଜିର କଥାଟା ସୁବଳର ମଗଜକୁ ପଶିଗଲା କ୍ଷଣି ତାର ରକ୍ତ ଗରମ ହୋଇଉଠୁଛି। ତା ହାତର ଛୁରୀଟା ସାଏଁ ସାଏଁ ହୋଇ ପଥର ଦେହରେ ଘଷି ହୋଇଯାଉଛି। ସେ ଏ ଅପମାନକୁ ବରଦାସ୍ତ କରିପାରିବ ନାହିଁ। ସେ ବଦ୍ଲା ନେବ। ପ୍ରତିଶୋଧ ନେବ। ଯାହା ପାଇଁ ତାର ଅପମାନ ହୋଇଛି, ଯାହାର ଅପାରଗପଣିଆ ପାଇଁ ତାର ନାକନିଶ ବିଚ୍ ବଜାରରେ କଟି ଖସି ପଡ଼ିଛି, ତାକୁ ସେ କଦାପି ଛାଡ଼ିବ ନାହିଁ। ସେ ବାହାଦୁରକୁ ହାଣି, ଟୁକୁଡ଼ା ଟୁକୁଡ଼ା କରି ତାକୁ ମାଟିତଳେ ପୋତିଦେବ। ସୁବଳ ବାସ୍ତବିକ ଖୁବ୍ ଅପମାନିତ ହୋଇଥିଲା। ବଜାର ସ୍କୁଲ ଟୋକା ପଞ୍ଝାଏ ତାକୁ ଯେମିତି ଛିଗୁଲେଇ ଛିଗୁଲେଇ ତା ପଛେ ପଛେ ଆସିଥିଲେ ତହିଁରେ ତା ମୁଣ୍ଡ ଗରମ ହୋଇଯାଇଥିଲା। ଇଚ୍ଛା ହେଉଥିଲା ତଣ୍ଟିଚିପି ସେଇଠି ତାକୁ ଇଲେକ୍ଟ୍ରି ଖୁଣ୍ଟରେ ପିଟି ଦେଇଥାଆନ୍ତା ଓ ବାହାଦୁର୍ ପରେ ସେହି ଟୋକାମାନଙ୍କୁ ଢେଲା ଫୋପାଡ଼ି ରକ୍ତାକ୍ତ କରିଦେଇଥାଆନ୍ତା। ମାତ୍ର ସେମିତି କିଛି ସେ କରିପାରିନଥିଲା। ରାଗ, ଅପମାନ ଓ ଲଜ୍ଜାକୁ ତାର ଫତେଇ ତଳେ ଲୁଚେଇ ସେ ବାହାଦୁର୍କୁ ନେଇ ଘରକୁ ଫେରି ଆସିଥିଲା। ସୁବଳ କୁକୁଡ଼ା ଲଢ଼େଇର ଓସ୍ତାଦ। କେତେ ବଜାର, କେତେ ହାଟ ଓ କେତେ ମେଳା ସେ ବାହାଦୁରକୁ ସାଙ୍ଗରେ ଧରି ନ ଯାଇଛି! ସବୁଠି ସୁବଳ ବାହାବା ପାଇଛି, ପୁରସ୍କାର ପାଇଛି। ପ୍ରଶଂସାର ହ୍ୱିସିଲ, କୋଳାହଳ ତା ଉପରେ କୁଆପଥର ପରି ବର୍ଷିଯାଇଛି। ସେ ସେଗୁଡ଼ିକୁ ଗୋଟେଇ, ବାହାଦୁର୍ ବେକରେ ନୂଆ ରିବନ ବାନ୍ଧି, ତାକୁ ବୁଟ ଓ ଗହମ ଖୁଆଇ ଫେରିଆସିଛି ଛାତିଫୁଲେଇ। ଅଥଚ ଆଜି ତାର ସବୁଯାକ ସ୍ୱପ୍ନ, ସବୁଯାକ ଆଶାକୁ ଛାତିଫୁଲେଇ ବାହାଦୁର୍ ମାଟିରେ ମିଶେଇଦେଇଛି! ଛାର୍ କାଙ୍ଗାଳି ପିଅନର ଦୁବ୍ଲା କୁକୁଡ଼ାଠୁଁ ହାରି ଆସିଛି ବାହାଦୁର୍। ନା, ପଛ କଥାଗୁଡ଼ା ଭାବି ଆଉ କିଛି ଲାଭ ନାହିଁ। ସେ ଆଗେ ବାହାଦୁର୍କୁ ମାରି ଖତମ୍ କରିବ। ତାକୁ ପୋତିବ, ତାର ସ୍ମୃତି, ତାର ସମ୍ପର୍କ ସବୁ ଉପରେ ମାଟି ଲଦିଦେବ। ତାପରେ ଯାଇ ସେ ନିଜର ମାନସିକ ଶାନ୍ତି ଫେରି ପାଇବ। ଖାଇବା, ପିଇବା, ଶୋଇବା–ସବୁ କଥା ତାପରେ। ସେ ଟୁଲ ଉପରୁ ଉଠିପଡ଼ିଲା। ଟୁଲଟା ଏହି ଅପ୍ରତ୍ୟାଶିତ ଘଟଣା ପାଇଁ ପ୍ରସ୍ତୁତ ନଥିଲା। ସେଇଟି ତଳେ ପଡ଼ିଗଲା। ସୁବଳର ରାଗ ଆହୁରି ଉପରକୁ ଚଢ଼ିଗଲା। ସେ ଟୁଲଟା ଉଠେଇ ଦୂରକୁ ଛାଟିଦେଲା। ସେଇ ଶବ୍ଦରେ ତାର ପୁଅ ପିଣ୍ଡାରୁ ଉଠିପଡ଼ି ଘର ଭିତରକୁ ପଳେଇ ଆସିଲା। ସୁବଳର ଗୋଡ଼ ଠିକ୍ ଜାଗାରେ ପଡ଼ୁ ନଥିଲା। ତୋଟା ପାଖ ଭାଟିରୁ ସେ ଚାରି ବୋତଲ ତେଣ୍ଡିଦେଇଛି। ତାର ଆଖିଯୋଡ଼ିକ ମନ୍ଦାର ଫୁଲ ପରି ଲାଲ୍ ଦିଶୁଛି। କଳା ଚଉଡ଼ା ଛାତି ଫୁଲିଉଠୁଛି। ସୁବଳ ଦିଶୁଛି ଘାତକ ପରି। ଶେଷଥର ପାଇଁ ସେ ଛୁରୀରେ ଧାର ଦେଲା। ଧାର ଦେଇସାରି ସେ ତା ଆଙ୍ଗୁଳି ଟିପରେ ଛୁରୀର ଧାର ପରଖିଲା। ବାହାଦୁର ଖାଲି ନୁହେଁ, ଏଇ ଧାରରେ ମୁନ୍ସି ମିଆଁର ବୋଦା ବି ଏକାଚୋଟରେ ଦିଗଡ଼ ହୋଇଯିବ। କିନ୍ତୁ ସୁବଳ ନଇଁପଡ଼ି ଆଉଥରେ ଛୁରୀଟାକୁ ଶିଳରେ ଘଷି ବସିଲା। ଗୋଟାଏ ଚୋଟରେ ବାହାଦୁର୍ର ଗଣ୍ଡି ମୁଣ୍ଡ ଅଲଗା ହେବା ଦରକାର। ଦୁଆର ବନ୍ଧ ଉପରେ ଗୋଟେ ପାଦ ଓ ପିଣ୍ଡାରେ ଆର ପାଦ ରଖି ସୁବଳର ପୁଅ ନାଥୁ ଛିଡ଼ା ହୋଇଥିଲା। ନାଥୁକୁ ତା ସ୍କୁଲର ପିଲାମାନେ ନାଥିଆ ଓ ମାଷ୍ଟରମାନେ ନାଥୁରାମ ବୋଲି ଡାକନ୍ତି। ନାଥୁର ବୟସ ନଅ ବର୍ଷ। ସେ ଭଲ ପଢ଼େ, କ୍ଲାସରେ ଫାଷ୍ଟ ହୁଏ। ସ୍କୁଲ ଯିବା ଆଗରୁ ବାହାଦୁର ସାଙ୍ଗରେ ଖେଳେ ଓ ସ୍କୁଲରୁ ଫେରିବା କ୍ଷଣି ଅଧାବାଟରୁ ବ୍ୟାଗ ବସ୍ତାନି ଫୋପାଡ଼ି ଦେଇ ସେ ବାହାଦୁର ପଛେ ପଛେ ଦଉଡ଼େ। ବାହାଦୁର କକ୍କକ୍ କରି ଆଗେ ଆଗେ ବଙ୍କା ଦଉଡ଼ରେ ଦଉଡ଼େ, ପଛେ ପଛେ ନାଥୁ ତା ଜାମାଟିକୁ ପତାକା ପରି ଉଡ଼େଇ ଉଡ଼େଇ ଗୋଡ଼ଉଥାଏ। ଏମିତି ଦଉଡୁ ଦଉଡୁ ରାତି ହୋଇଯାଏ।